କୋଡ଼ିଏବର୍ଷ ପୂର୍ବେ ଉଆଁରାକୁଦି, ଡୁଗୁରାକୁଦି ବୋଲି ଯେଉଁ ଦୁଇଟି ଦ୍ୱୀପ ସେମାନଙ୍କ ସ୍ୱାତନ୍ତ୍ର୍ୟକୁ ଅକ୍ଷୁଣ୍ଣ ରଖି ପାରିକୁଦ ପ୍ରଗତିରେ ସହଯୋଗ କରୁଥିଲେ, ସେ ଦୁଇଟି ସ୍ଥାନର ସତ୍ତା ଆଉ ନାହିଁ। ସେ ଗ୍ରାମର ଜନସାଧାରଣ ବି ଆଉ ନାହାନ୍ତି। ପୁରୁଣା ଓଡ଼ିଶା ମାନଚିତ୍ର ଯଦି କାହା ପାଖରେ ଥାଏ, ଏବେ ବି ତହିଁରେ ଏହାର ନାମୋଲ୍ଲେଖ ଥିବ। କିନ୍ତୁ। ରେ ଚିଲିକା-ଝଡ଼ ସେ ଦୁଇଟି ସ୍ଥାନ ଉପରେ ଦାଉ ସାଧିଲା। ସେ ଦ୍ୱୀପର ଜନବାସୀଙ୍କର ଆଶା, ଆକାଙ୍କ୍ଷାକୁ ଗୋଟିଏ ଅଶୁଭ ଲଗ୍ନରେ ନିଶ୍ଚିନ୍ନ କରିଦେଲା। ସେ ଝଡ଼ର ଦାଉରୁ କେହି ରକ୍ଷା ପାଇପାରିଲେ ନାହିଁ। ଯେଉଁ କେତୋଟି ସ୍ତ୍ରୀ ପୁରୁଷ ବଞ୍ଚିଗଲେ ସେମାନେ ସେମାନଙ୍କ ପ୍ରିୟ ଗାଁ ସମ୍ବନ୍ଧରେ କଥାବାର୍ତ୍ତା କରନ୍ତି। ସେମାନଙ୍କ ପରେ ହୁଏତ ପାରିକୁଦବାସୀ ସେ ଦୁର୍ଘଟଣାକୁ ଭୁଲିଯିବେ। ଉଆଁରାକୁଦି ଓ ଡୁଗୁରାକୁଦି ଆଉ ମନେପଡ଼ିବ ନାହିଁ। ଚିଲିକା ଭିତରେ ଆଉ ଯେଉଁ କେତୋଟି ସ୍ଥଳଭାଗର ଦୃଷ୍ଟିଗୋଚର ହୁଏ ସେମାନଙ୍କ ମଧ୍ୟରେ କାଳିଜାଈ, ଦ୍ୱୀପପର୍ବତ ଓ ନଳବଣର ନାଁ ଉଲ୍ଲେଖ ଯୋଗ୍ୟ। ଚିଲିକାର ସେଦିନର ଝଡ଼ ନଳବଣର ବେତବଣକୁ ବିପର୍ଯ୍ୟସ୍ତ କରିଦେଲା। ନଳବଣ ଖରା ଚାରିମାସ ଆଖିରେ ପଡ଼େ। ବର୍ଷା ଋତୁରେ ସେ ପାଣି ଭିତରେ ବୁଡ଼ିଯାଏ। କାଳିଜାଈ-ପାହାଡ଼ କାଳିଜାଈ-ଠାକୁରାଣୀଙ୍କ ପାଇଁ ସୁ-ବିଖ୍ୟାତ। ତିନୋଟି ପାହାଡ଼ର ସମଷ୍ଟିରେ ଏହି ଜନମାନବ ଶୂନ୍ୟ ଉପ–ଦ୍ୱୀପର ସୃଷ୍ଟି। ବର୍ଷ ଭିତରେ ଦିନଟିଏ ଲୋକେ ଏଇଠି ଆସି ଜମାହୁଅନ୍ତି। ମକର ସଂକ୍ରାନ୍ତି ଖୁବ୍ ଜାକଜମକରେ ପାଳନ କରାଯାଏ। ଦେବୀଙ୍କ ପାଖରେ ବଳି ପଡ଼େ। ବଳି ରକ୍ତ ତଳ ପାହାଡ଼କୁ ତିନ୍ତାଇ ଦେଇ ଚିଲିକା ଗର୍ଭକୁ ବୋହିଯାଏ। ବର୍ଷ କେଇଟା ହେଲା ସେତେଭାବରେ ବଳି ପଡ଼ୁନି। ଲୋକେ ଦେବୀଙ୍କ ଉଦ୍ଦେଶ୍ୟରେ ମନାସିଥିବା କୁକୁଡ଼ା, ବୋଦା ପ୍ରଭୃତି ଜୀବଜନ୍ତୁଙ୍କୁ ନିର୍ଜନ ଦ୍ୱୀପରେ ଛାଡ଼ି ଆସନ୍ତି। ବୃକ୍ଷଲତାହୀନ କାଳିଜାଈ ପାହାଡ଼ରେ ସେମାନେ ଦେବୀଙ୍କ ମୁହଁକୁ ଅନାଇ ଅନାଇ ପ୍ରାଣ ଛାଡ଼ନ୍ତି। ଏଥିରେ ଭକ୍ତର କେଉଁ ଉଦ୍ଦେଶ୍ୟ ସଫଳ ହୁଏ ବୁଝି ହୁଏନା। ବାକ୍ହୀନ ଜୀବଜନ୍ତୁଙ୍କ ମର୍ମନ୍ତୁଦ ମୃତ୍ୟୁହିଁ ସାର ହୁଏ। ତଥାପି ପାରିକୁଦ ଅଞ୍ଚଳବାସୀଙ୍କର କାଳିଜାଈଙ୍କ ଉପରେ ଅଗାଧ ବିଶ୍ୱାସ। ବେଳେବେଳେ ସେ ରିପିଙ୍ଗ୍ବା ଗୋଲପୁର ଲୋକଙ୍କ ଦେହରେ ପ୍ରସନ୍ନ ହୁଅନ୍ତି। ଦେବୀଙ୍କର ଯାଚିଲା ଜିନିଷ ଦେଇ ଆସି ନଥିଲେ ମନେପକାଇ ଦିଅନ୍ତି। ନିର୍ଜନ ଦ୍ୱୀପ ଭିତରୁ ନିଆଶ୍ରୀ ଜୀବଜନ୍ତୁଙ୍କୁ ସଙ୍ଗରେ ନେଇ ଆସିବାକୁ କେହି ସାହସ କରନ୍ତି ନାହିଁ। ଥରେ ଦି'ଥର ବାଲୁଗାଁ ନାଉରିଆମାନେ ଏ ଦୁଃସାହସରେ ହାତ ଦେଇ ଅଯଥା ହଇରାଣ ହେଲେ। ଚିଲିକା ମଝିରେ ଅଚାନକ ଝଡ଼ ବତାସ ହେଲା। ଝଡ଼ ପବନରେ ଘୁଘୁ ହୋଇ ଦୈବୀବାଣୀ ହେଲା। ଦେବୀ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଲେ, 'ମୋ ଜିନିଷ ଫେରାଇ ଦେବୁ ନାଁ ପ୍ରାଣ ନେବି? ' ନାଉରିଆ ପ୍ରାଣ ବିକଳରେ ଜିନିଷ ଫେରାଇ ଦେବାକୁ ସମ୍ମତି ହୋଇ କାକୁତି ମିନତି ହେବାରୁ ଝଡ଼ କମିଗଲା। ସେଦିନୁ ଦେବୀ ଜିନିଷରେ କେହି ଆଉ ଲୋଭ କରିନାହାନ୍ତି। ଦିଅନ୍ତି ସିନା, ନେବାର ସଂକଳ୍ପ କରନ୍ତି ନାହିଁ। ପାରିକୁଦ ଜମିଦାର ଏଇନେ କାଳିଜାଈଙ୍କ ପାଖରେ ପୂଜାରୀ ଦି'ଜଣ ଖଞ୍ଜିଲେଣି। ଦେବୀ ଜିନିଷ ନଅରକୁ ଯେମିତି ଅକ୍ଷତ ଭାବରେ ପହୁଞ୍ଚିବ, ତାର ବ୍ୟବସ୍ଥା କରିଛନ୍ତି। ଜମିଦାରଙ୍କ ଉପରେ କାଳିଜାଈଙ୍କ ଅସୀମ କୃପା। ତେଣୁ ତାଙ୍କ ଜିନିଷ ହାଟବଜାରରେ ପ୍ରକାଶ୍ୟ ଭାବରେ ନିଲାମ କଲେ ବି ଦେବୀ କିଛି କରନ୍ତି ନାହିଁ। ଯେତେହେଲେ ସେତ କୃଷ୍ଣପ୍ରସାଦ ଉଆସର ଘରୋଇ ଦେବୀଟିଏ! ଦେବୀଙ୍କର ସାକ୍ଷାତ ରୂପ ସେଠି ଦେଖିହୁଏ ନାହିଁ! ପଥର ମୂର୍ତ୍ତି ଉପରେ ପରସ୍ତ ପରସ୍ତ ସିନ୍ଦୂର। ମକରମେଳା ଦିନ ଖୁବ୍ ଆଡ଼ମ୍ବର ସହକାରେ ସେବାହୁଏ। କାରଣ ସେଦିନ ଆଦାୟ ଦିଗଟା ବି ଅନେକ ବେଶୀ। ଲୋକେ ମନ ଆନନ୍ଦରେ ଦିନେ ଦି'ଦିନ କଟାଇ ଫେରି ଆସନ୍ତି। ତା'ପରେ ଏକୁଟିଆରେ ପଡ଼ି ରହନ୍ତି ପାରିକୁଦର ଅଧିଷ୍ଠାତ୍ରୀ ଦେବୀ କାଳିଜାଈ। କେବେ କେମିତି ବାହାର ଲୋକେ ସଙ୍ଗରେ ଡାଲି, ଚାଉଳ, କାଠ ଓ ପିଇବା ପାଣି ନେଇ କାଳିଜାଈରେ ବଣଭୋଜୀ କରନ୍ତି। ପିନ୍ଧିଲା ଧୋତୀକୁ ଜାଲ କରି ମାଛ ଧରନ୍ତି। ତା'ପରେ ଆଉ କିଛିନାହିଁ। ଲୋକେ କହନ୍ତି, ପାତାଳପୁରରେ ନାଗକନ୍ୟାମାନେ ନିତି ଆସି କାଳିଜାଈ ପାଖରେ ରୁଣ୍ଡ ହୁଅନ୍ତି। ଲୋକ ଦେଖିଲେ ଛାଇ ହୋଇ ନୀଳ ହ୍ରଦ ଭିତରେ ଲୁଚିଯାଆନ୍ତି। ଚନ୍ଦ୍ରପକ୍ଷ ରାତିରେ, କାଳିଜାଈର ତିନିପାହାଡ଼ର ଶିଖର ଦେଶରେ, ଇନ୍ଦ୍ରଲୋକର ଦେବାଦେବୀମାନେ ଆସି ଗହଳି କରନ୍ତି। ଅପ୍ସରା ଅପ୍ସରୀମାନଙ୍କ ଜଳକ୍ରୀଡ଼ାରେ ଚିଲିକା କିଛିକ୍ଷଣ ପାଇଁ ଚଞ୍ଚଳ ହୋଇ ଉଠେ।